ତା ସହ ମୋ ପରିଚୟ ବେଶିଦିନର ନ ହେଲେ ବି ବେଶ୍ ଘନିଷ୍ଠ। ବନ୍ଧୁମାନଙ୍କର ମନ ଜିଣିବାରେ ଲୋକନାଥର ନିଷ୍ଠା ମୋତେ ଅଧିକାଂଶ ସମୟରେ ମୁଗ୍ଧ କରେ। ତା ବ୍ୟକ୍ତିତ୍ୱରେ ଏତେ ଟିକିଏ ଛଳନା ମୁଁ କେବେ ଦେଖି ନାହିଁ। ଲୋକନାଥ ଦୁଇବର୍ଷ ହେଲା ଏ ସହରକୁ ଆସିଛି। ରାଜଧାନୀଠୁ ଅନେକ ଦୂର ଏ ସହର। ଏଠିକି କାହାର ବଦଳି ହେଲେ କଳାପାଣିକୁ ନିର୍ବାସନ ହେଲା ଭଳି ଲାଗେ। ପ୍ରଭାବଶାଳୀ ଅଫିସର, ଅଧ୍ୟାପକ କି କିରାଣି ହାତଗୁଞ୍ଜା ଦେଇ ହେଉ ବା କ୍ଷମତା ପ୍ରୟୋଗ କରି ହେଉ ନିଜର ବଦଳି ଆଦେଶକୁ ବାତିଲ କରିବା ପାଇଁ ଲାଗିପଡ଼ନ୍ତି। ଯେଉଁମାନଙ୍କର ଅର୍ଥବଳ କି ପ୍ରଭାବ କୋଉଟା ନାହିଁ ସେଇମାନେ ଏ ମାଳଅଞ୍ଚଳକୁ ଆସନ୍ତି। କିନ୍ତୁ ଲୋକନାଥ ସେଭଳି ଅବସ୍ଥାରେ ଆସିନାହିଁ। ବଦଳି ପଦୋନ୍ନତି ପାଇଁ କାହାକୁ ଧରାଧରି କରିବା ତା ସ୍ୱଭାବବିରୁଦ୍ଧ। ସରକାରୀ ଅର୍ଡର ବାହାରିବା କ୍ଷଣି ସେ କାହାକୁ କିଛି ନ କହି ସିଧା ଏଠିକି ଚାଲିଆସିଥିଲା। ଲୋକନାଥର ଚରିତ୍ର ଏହିପରି। ଏମ୍. ଏ. ରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ସେ ରେକର୍ଡ କରିଥିଲା। ବକ୍ତୃତା ଓ ପ୍ରବନ୍ଧ ଉଭୟ ପ୍ରତିଯୋଗିତାରେ ପ୍ରଥମ ହୋଇ ଚାନସେଲର୍ କପ୍ ପାଇଥିଲା ବିଶ୍ୱବିଦ୍ୟାଳୟରୁ। ଏଭଳି ଏକ ମଣିଷ ଶେଷକୁ ଗୋଟେ ଲଜ୍ଜାଜନକ ଅଭିଯୋଗରେ ଅଭିଯୁକ୍ତ ହୋଇପଡ଼ିବ, ତାହା ମୁଁ ଏକା କାହିଁକି ତା ସହ ପରିଚିତ କୌଣସି ବ୍ୟକ୍ତି ବିଶ୍ୱାସ କରିପାରୁ ନଥିଲେ। କିନ୍ତୁ ଆମ ବିଶ୍ୱାସ ଅବିଶ୍ୱାସ ଉପରେ ଘଟଣା ନିର୍ଭର କରୁ ନଥିଲା। ପୋଲିସ୍ ଆସି କାଲି ରାତିରେ ଲୋକନାଥକୁ ତା ଭଡ଼ାଘରୁ ଗିରଫ କରି ନେଇଯାଇଥିଲା। ଲୋକନାଥର ପୁଅ ସୁଭାଷ ଏଇଠି ତା ସାଙ୍ଗରେ ରହେ। ଲୋକନାଥ ଯୋଉ କଲେଜରେ ଅଧ୍ୟାପକ ସୁଭାଷ ସେଠିକାର ଛାତ୍ର। ପଢ଼ାପଢ଼ାରେ ସୁବିଧା ହେବ ବୋଲି ଲୋକନାଥ ପୁଅକୁ ଏଠିକି ନେଇଆସିଥିଲା। ମାତ୍ର ତା ସ୍ତ୍ରୀ ଓ ସାନଝିଅ ରାଜଧାନୀରେ ରହୁଛନ୍ତି। ଏପର୍ଯ୍ୟନ୍ତ ଖବରଟା ଜାଣି ନଥିବେ। ସୁଭାଷଠୁ ଖବରଟା ଶୁଣି ମୁଁ ହତଚକିତ ହୋଇପଡ଼ିଲି। ମେଲାଘରେ ମୋ ସ୍ତ୍ରୀ ବସି ଟି. ଭି. ଦେଖୁଥିଲା। ମୁଁ ତା ସାମ୍ନାରେ ଏକଥା ଆଲୋଚନା କରିବାକୁ ଚାହୁଁ ନଥିଲି। ସୁଭାଷକୁ ବାହାରକୁ ଡାକିଆଣି ତାଠୁଁ ସବୁକଥା ଶୁଣିଥିଲି। ସୁଭାଷ ଖୁବ୍ ଡରିଯାଇଥିଲା। ପିଲାଲୋକ! ବାପ ହିଁ ତାର ଦମ୍ଭ। ବାପକୁ ପୋଲିସ୍ ଧରିନେଇଗଲା ପରେ ସେ ଆଉ କାହାକୁ ନ ପାଇ ମୋ ପାଖକୁ ଧାଇଁ ଆସିଥିଲା। ମୁଁ ତା କଥା ଶୁଣି ଡରିଯାଇଥିଲି। କାଳେ ସେ ଆହୁରି ଡରିଯିବ! ତାକୁ ସାନ୍ତ୍ୱନା ଦେଇ କହିଥିଲି, 'ତୁ ବ୍ୟସ୍ତ ହଅନା। କୋର୍ଟ କଚେରି ଅଛି। ଆମେ ଲଢ଼ିବା। କିଛି ହେବ ନାହିଁ। ' ସୁଭାଷ କହିଲା, 'ଚାଲନ୍ତୁ, ଟିକେ ଥାନାରୁ ଯାଇ ଆସିବା। ବାପା କିଛି ଖାଇ ନ ଥିବେ। କାଳେ ଯଦି ଆମେ ମୁକୁଳେଇ ଆଣି ପାରିବା। ' ସୁଭାଷକୁ ସ୍କୁଟରରେ ବସେଇ ଥାନାକୁ ଗଲି। ଲୋକନାଥ ଗୋଟେ ବେଞ୍ଚ୍ ଉପରେ ମୁହଁ ତଳକୁ କରି ବସିଥିଲା। ତାର ଗୋରା ଚେହେରା କଲାକାଠ ପଡ଼ିଯାଇଥିଲା। ଲଜ୍ଜା ଓ ଅପମାନରେ ସେ ସାଙ୍କୁଡ଼ି ଯାଇଥିଲା। ମୁଁ ତା ଆଡ଼କୁ ଚାହିଁ ପାରିଲି ନାହିଁ। ଇନଚାର୍ଜ ଅଫିସରଙ୍କୁ ଅନୁରୋଧ କଲି। ଲୋକନାଥ ବାବଦରେ ସବୁ କହିଲି। ସେ ମୋ ସହ ଏକମତ ହେଲେ। କିନ୍ତୁ ଏମିତିରେ ଲୋକନାଥକୁ ଛାଡ଼ିବା ପାଇଁ ରାଜି ହେଲେ ନାହିଁ। 'ଆଦିବାସୀ ମହିଳା ଉପରେ ବଳାତ୍କାର ଅଭିଯୋଗ ଗୁରୁତର ଘଟଣା। କେସ୍ କୋର୍ଟକୁ ଗଲା ପରେ ଆପଣ ଯାହା କରିବେ। ' ମୁଁ ଲୋକନାଥ ବିରୋଧରେ ଦାୟର ହୋଇଥିବା ଏଫ୍. ଆଇ. ଆର୍. ପଢ଼ିଲି। ଏଫ୍. ଆଇ. ଆର୍. ଦାଖଲ କରିଥିଲା ବୁଧା ମୁଦୁଲି। ବୟସ ଚାଳିଶ। ଅମଲାପଡ଼ା,। ଫୁଲବାଣୀ। ଶନିବାର ଦିନ ସନ୍ଧ୍ୟାବେଳେ ଲୋକନାଥ ତା ଘରେ ପଶି ତାକୁ ଏକାକୀ ଦେଖି ତା ଉପରେ ବଳାତ୍କାର କରିଥିଲା। ମୁଁ ଆଉ ପଢ଼ିପାରିଲି ନାହିଁ। ବୁଧା ମୁଦୁଲି ପକ୍ଷରୁ କେହି ଜଣେ ପୁଲିସବାଲା ଏ ଅଭିଯୋଗ ଫର୍ଦ୍ଦ ଲେଖିଛି। ତା ତଳକୁ ବୁଧାର ଟିପଚିହ୍ନ ଓ ତାରିଖ ଲେଖା ହୋଇଛି। ମୁଁ ସେଇଟି ପଢ଼ିସାରି ପୁଣି ଇନ୍ଚାର୍ଜ ଅଫିସରଙ୍କୁ ଫେରେଇଦେଲି। ସୁଭାଷ ମୋ ପଛରେ ଛିଡ଼ା ହୋଇଥାଏ। ମୁଁ ଇନ୍ଚାର୍ଜ ଅଫିସରକୁ ଅନୁରୋଧ କଲି, "ବୁଧା ସାଙ୍ଗରେ ଆମର ଟିକେ ଦେଖା ହୋଇପାରନ୍ତା ନାହିଁ?